ଦିନେ ଦିନେ ହେମକାନ୍ତର କୋଠରୀକୁ ଆସି ମାଖନ୍ବାବୁ କହନ୍ତି ''ବୁଝିଲେ ହେମକାନ୍ତ ବାବୁ! ଓଡ଼ିଆମାନଙ୍କର ଗୋଟିଏ ବିଶିଷ୍ଟ ଗୁଣ ହେଉଛି ପରକୁ ନିଜର କରିବା। ଏ ନିଜର କରିବା ଭିତରେ ଆବିଳତା ନାହିଁ। ଠିକ୍ ସେହି ରୀତିରେ ଯଦି ଆମ ମୁସଲମାନ ଭାଇମାନେ ଆମକୁ ନିଜର କରିବାକୁ ଚେଷ୍ଟା କରିଥାଆନ୍ତେ ,ତେବେ ହୁଏତ ଆମ ପରି କେତେକ ହତଭାଗ୍ୟଙ୍କୁ ବାସ୍ତୁହରା ହେବାକୁ ପଡ଼ି ନ ଥାନ୍ତା। '' ସମବେଦନାରେ ସମର୍ଥନ କରନ୍ତି ହେମକାନ୍ତ। ପ୍ରତିବାଦ କରିବାକୁ ତାଙ୍କ ମନ ବିକଳ ହୋଇ ଉଠୁଥିଲେ ମଧ୍ୟ ସେ ପ୍ରତିବାଦ କରି ପାରନ୍ତିନି। କାରଣ,ମାଖନ୍ ଚୌଧୁରୀ ରୂପସୀ ଚନ୍ଦ୍ରାବତୀର ପିତା। ଜଗନ୍ନାଥ ଧର୍ମର ଉନ୍ମେଷ କାଳରୁ ଯେଉଁ ମହାଭାରତୀୟ ଭାବ ଓଡ଼ିଆ ମାଟିରେ ଦେଖାଦେଇଛି,ସେହି ମହାଭାରତୀୟ ଭାବପାଇଁ ହିଁ ଓଡ଼ିଶା ଆଜି ଏକ ଅନୁନ୍ନତ ରାଜ୍ୟ। ରାଜନୀତି ଦୃଷ୍ଟିରୁ ଏହା ସ୍ୱୀକାର କରା ନ ଗଲେ ମଧ୍ୟ ଇତିହାସ ଦୃଷ୍ଟିରୁ ଏହା ସ୍ୱୀକାର କରିବାକୁ ହେବ। ଆଜି ଇତିହାସକୁ ପଛରେ ପକାଇ ଯୁଗ ସହିତ ତାଳ ଦେଇ ଓଡ଼ିଆ ଦୌଡ଼ଛି, କେବଳ ଏକ ସାର୍ବଜନୀନ ସମାଜର ସୃଷ୍ଟି ପାଇଁ। ବେଳେ ବେଳେ କଥାର ମୋଡ଼ ବୁଲାଇ ହେମକାନ୍ତ କହେ''ମୁଁ ଜାତି ଜାତି ଭିତରେ ପ୍ରଭେଦ ଦେଖେ ନାହିଁ। କିଏ ବଙ୍ଗାଳୀ ଆଉ କିଏ ବା ଓଡ଼ିଆ? ହେଲେ ଠିକ୍ ସେହି ଭାବ ଆମ ଆଗନ୍ତୁକ ପଡ଼ୋଶୀ ଅତିଥିମାନଙ୍କର ମଧ୍ୟ ରହିବା ଉଚିତ। '' ମାଖନ୍ବାବୁ ଟିକେ ଗମ୍ଭୀର ହୋଇଉଠନ୍ତି। ତା'ପରେ ପୁଣି ଗଳା ଝାଡ଼ି କହନ୍ତି ''ଏଥିରେ କ'ଣ ଦ୍ୱିମତ ଥାଇପାରେ? ଓଡ଼ିଶାକୁ ଯେତେବେଳେ ଆମେ କର୍ମକ୍ଷେତ୍ର ବୋଲି ଧରିନେଲୁ, ସେତେବେଳେ ଆମେ ଓଡ଼ିଆ। ଆମ ଜୟଦେବ ଓଡ଼ିଶାର ବା ବଙ୍ଗଳାର ବୋଲି ଯୁକ୍ତି କରିବାନି, ଆମେ ଜୟଦେବ ହେବାକୁ ଚେଷ୍ଟା କରିବା। '' ହସି ହସି ବେଦମ୍ ହୋଇପଡ଼ି ହେମକାନ୍ତ କହେ ''ନାଁ ନାଁ ମାଖନ ବାବୁ। କେବଳ ପୀନ ପୟୋଧର ପରିସର ମର୍ଦନର କାମନ ନେଇ ଆଜି ଆଉ ଜୟଦେବ ହେବାରେ ଗୌରବ ନାହିଁ। କେଉଁ ରକ୍ତର ସଞ୍ଚାର ହୋଇ ପାରିଲେ ପୟୋଧର ପୀନ ହେବ ବା କେଉଁ ମାଟି ଓ ସାର ପ୍ରୟୋଗ କଲେ ଲଳିତ ଲବଙ୍ଗଲତା ଅଧିକରୁ ଅଧିକ ଲଟେଇ ପାରିବ, ତାହା ହିଁ ଆମର ଦେଖିବାର କଥା। '' ହେମକାନ୍ତର ଯୁକ୍ତିକୁ ବାଧ୍ୟ ହୋଇ ସ୍ୱୀକାର କରନ୍ତି ମାଖନ୍ଚୌଧୁରୀ। ମନେ ମନେ ଅନେକ କଥା ଚିନ୍ତା କରନ୍ତି ସେ। ହେମକାନ୍ତ ଜଣେ ଅନାକୃଷ୍ଟ ଯୁବକ। ଶିକ୍ଷାର ମାନଦଣ୍ଡରେ ଯେଉଁ ସଂସ୍କାର ସୃଷ୍ଟି ହୁଏ,ସେହି ସଂସ୍କାର ହିଁ ହେମକାନ୍ତକୁ ମଣିଷ କରି ପାରିଛି। ସମୟ ଗଡ଼େ। ହେମକାନ୍ତର କୋଠରୀରେ ମାଖନ୍ ଚୌଧୁରୀଙ୍କ ମନ ଧୀରେ ଧୀରେ ବନ୍ଦୀ ହେବାକୁ ଲାଗେ। ମହାକାଶଚାରୀ ଗାଗାରିନ୍ଙ୍କ ଭଳି ଜୀବନର ଯାତ୍ରାପଥରେ ପ୍ରଥମ ଅଭିଯାତ୍ରୀ ସାଜି, ମାଖନ୍ଚୌଧୁରୀ ତାଙ୍କ ଯାତ୍ରା ଆରମ୍ଭ କରି ନାହାଁନ୍ତି। ଜୀବନ ପଥର ସେ ଅଭିଜ୍ଞ ଅଭିଯାତ୍ରୀ। ତଥାପି ଅନେକ କିଛି ନୂତନ ଅଭିଜ୍ଞତା ତାଙ୍କୁ ଅନେକ ସମୟରେ ଆଚମ୍ବିତ କରେ। ସେହି ଅଭିଜ୍ଞତାର ହାତୁଡ଼ିକୁ ଆହୁରି ଶକ୍ତ ଓ ବଳିଷ୍ଠ କରିଛି ହେମକାନ୍ତର ପରିଚିତି। ମାଖନ୍ ଚୌଧୁରୀ ଭାବନ୍ତି, ଏ ଶତାବ୍ଦୀର ମଣିଷ ଏକ ଅନାବିଷ୍ଟ ପ୍ରାଣୀ। ତା' ନିକଟରେ ଭଲ ମନ୍ଦ ନ୍ୟାୟ ଅନ୍ୟାୟ କିଛି ନାହିଁ। ରାସ୍ତାର କରୁଣୀ ଉପରେ ଭୋକିଲା ଆଖି ନିକ୍ଷେପ କରିବା ଯେମିତି ଏ ଯୁଗ ଯୁବକର ଏକ ମହାନ୍ଗୁଣ, ଠିକ୍ ସେହିପରି ସେହି ସୌନ୍ଦର୍ଯ୍ୟ ଦର୍ଶନକୁ ଭୁଲିଯିବା ମଧ୍ୟ ଏକ ମହାନ କର୍ତ୍ତବ୍ୟ। ଆଜି ଆଉ ଚାରିଚକ୍ଷୁ ମିଳନରେ ବ୍ୟକ୍ତିତ୍ୱ ତରଳେ ନାହିଁ। ଶକୁନ୍ତଳାର ଦର୍ଶନରେ ଦୁଷ୍ମନ୍ତଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗେ ନାହିଁ। ଲଭ୍ ଆଟ୍ ଦି ଫାଷ୍ଟ୍ ସାଇଟ୍ର ଦର୍ଶନ ଆଜି ଅନିଶ୍ଚିତ। ଦୃଢ଼ ମାନବିକତାର ପଛରେ।